ତା ପରେ ବାଣ୍ଟିଦେଲେ। ସମସ୍ତେ ସନ୍ଦେହ ନୟନରେ ସତର୍କତାରେ ନିଜ ତାସ୍ ଆଖି ଆଗରେ ଖୋଲିଲେ। କାହାର ଯବନିକା ପୁଣି ଆସିଗଲା? ନା, ସମସ୍ତଙ୍କ ଆଖିରେ ଆନନ୍ଦ, ଆଶ୍ୱେସନା ଓ ଶାନ୍ତି ଫେରିଆସିଲା। ଟେବୁଲ କୋଣରେ ବର୍ଷା କଡ଼ରେ ପଡ଼ିରହିଲା ବିନୋଦିନୀଙ୍କର ଲା ତାସ୍। ବିଚାରପତି ଆରମ୍ଭ କଲେ, ବିନୋଦିନୀଙ୍କ ଉପରେ ନଜର ଦେବାକୁ ଡାକ୍ତରକୁ କହିବି। ଏବେ ଆମେ ସମସ୍ତେ ଚାଲନ୍ତୁ ତାଙ୍କ ପାଖକୁ। ବର୍ଷା ବସିରହିଲା। ଖାଇବା ଘରେ ପଶି ଦେଖାଗଲା ଯେ ଶ୍ରୀମତୀ ବିନୋଦିନୀ ବସିଛନ୍ତି। ଅନ୍ୟମାନଙ୍କର ପାଦଶବ୍ଦ କ'ଣ ଶୁଣୁନାହାନ୍ତି? ବୋଧହୁଏ କ'ଣ ଶୋଇଛନ୍ତି? ଆଗେଇଗଲା ଫଟ୍ କି। ଠିଆହେଲା ବିନୋଦିନୀଙ୍କ ଆଗରେ। ବିନୋଦିନୀଙ୍କ ମୁହଁରୁ ରକ୍ତ ଛୁଟିଛି ଧାର ଧାର। ନୀଳ ହୋଇଉଠିଛି ଓଠ। ବିହ୍ଵଳିତ ଖୋଲା ଆଖିରେ ସେ ଅନାଇ ରହିଛନ୍ତି। ପ୍ରାଣହୀନ ଅସାଡ଼ ଦେହ। ବର୍ଷା ବିନୋଦିନୀଙ୍କ ତାସ୍ ଭିତରୁ ବାହାର କଲା ଇସ୍କାପାନ ବିବି ଓ ତା ଆଖି ଆଗରେ ଲେଖାଟି ବଦଳିଯାଇଛି, ଇସ୍କାପାନ ବିବି, ଆମେ ପାଞ୍ଚ ଜଣ ରହିଲୁ ମେମ୍ ସାହେବ ବିବି। ସେ ଜୋରରେ ଚିତ୍କାର କରିବାକୁ ଯାଇ ବୋକାଭଳି ବସିରହିଲା। ନମ୍ର କଣ୍ଠରେ କହିଲେ ଜଜ୍, ଆମର ସବୁ ସନ୍ଦେହରୁ ମୁକ୍ତି ଲାଭ କରିଛନ୍ତି ବିନୋଦିନୀ। ବର୍ଷା କହିଲା, ତାଙ୍କ ପାଖରେ ଏ ଦାଗଟି କ'ଣ? ଡାକ୍ତର କହିଲେ, ମଣିଷର କାମ। ହାଇପୋଡର୍ମିକ ସିରିଞ୍ଜର ଚିହ୍ନ। ବିଚାରପତି କହିଲେ, ଆପଣ କ'ଣ କହନ୍ତି ଯେ ଇଞ୍ଜେକ୍ସନରେ ବିଷ ଦିଆହୋଇଛି? ହଁ, କୌଣସି ପ୍ରକାରର ସାୟନାଇଡ୍। ସମ୍ଭବତଃ ପଟାସିୟମ୍ ସାୟନାଇଡ୍। ଶ୍ଵାସରୋଧରେ ମୃତ୍ୟୁ। ଗମ୍ଭୀର କଣ୍ଠରେ ଜଜ୍ କହିଲେ, ଆସିବା ବେଳେ କେହି ହାଇପୋଡର୍ମିକ ସିରିଞ୍ଜ ଆଣିଥିଲେ? ଡାକ୍ତର କହିଲେ, ମୁଁ ଆଣିଥିଲି। ଚାରି ଯୋଡ଼ା ଆଖି ତାଙ୍କ ଉପରେ ପଡ଼ିଲା। ସେ ଦୃଷ୍ଟିର ଅର୍ଥ ଡାକ୍ତର ବୁଝିପାରିଲେ। ସେ କହିଲେ, ଏଥିରେ ଅସ୍ଵାଭାବିକତା ବୋଲି କିଛି ନାହିଁ। ସବୁ ଡାକ୍ତରଙ୍କ ହାତ ବ୍ୟାଗରେ ହାଇପୋଡର୍ମିକ ସିରିଞ୍ଜ ଥାଏ। ଜଜ୍ କହିଲେ, ଏବେ କହନ୍ତୁ ସିରିଞ୍ଜଟା କେଉଁଠି ଅଛି? ମୋ ହାତ ବ୍ୟାଗରେ। ବ୍ୟାଗ ଟା ମୋ ଘର ସୁଟକେସରେ ଅଛି। କ'ଣ ଆପଣଙ୍କ କଥାର ସତ୍ୟତା ଦେଖାଯାଇପାରେ? ନିଶ୍ଚୟ। ଚାଲନ୍ତୁ। ସମସ୍ତେ ଦୋତାଲାକୁ ଉଠିଲେ। ସୁଟକେସ ଟି ତନ୍ନ ତନ୍ନ କରି ଖୋଜାଗଲା। ନା, କୌଣସି ସିରିଞ୍ଜ ନାହିଁ। ତୀବ୍ର କଣ୍ଠରେ ଡାକ୍ତର କହିଲେ, ନିଶ୍ଚୟ କେହି ଚୋରି କରିଛି। ସବୁ ଚୁପଚାପ। ଡାକ୍ତର କହିଲେ, ନିଶ୍ଚୟ କେହି ଚୋରି କରିଛି! ଜଜ୍ କହିଲେ, ଏ ଘର ଭିତରେ ଆମେ ପାଞ୍ଚ ଜଣ ଅଛୁ। ଏ ଭିତରେ ଅଛନ୍ତି ଜଣେ ହତ୍ୟାକାରୀ। ପରିସ୍ଥିତିଟି ଖୁବ୍ ବିପଦସଂକୁଳ। ଚାରି ଜଣଙ୍କର ନିରାପତ୍ତାର ପ୍ରୟୋଜନ। ଡାକ୍ତର, ଆପଣଙ୍କ ନିକଟରେ ଔଷଧ ବାକ୍ସ ଅଛି। ହଁ, ଏଇ ତ। ମୋ ନିକଟରେ କିଛି ନିଦ ଟାବଲେଟ୍ ଅଛି। ଜିନିଷଗୁଡ଼ିକ ନିରାପଦ। ବୁଢ଼ା ମଣିଷ। ନିଦ ନ ହେଲେ ଖାଏ। ଟାବଲେଟ୍ ବେଶି ଖାଇଲେ ବିପଦ ଘଟେ। ମାଧବ, ତମ ପାଖରେ ଗୋଟାଏ ରିଭଲଭର ଅଛି ନା? ହଁ, ଅଛି। ଡାକ୍ତରଙ୍କ ଔଷଧ ବାକ୍ସ, ମୋର ଟାବଲେଟ୍, ମାଧବ ତମର ରିଭଲଭର, ସବୁଗୁଡ଼ିକ ଗୋଟାଏ ନିରାପଦ ଜାଗାରେ ରଖିଦେବାକୁ ପଡ଼ିବ। ଆଉ ଯଦି କିଛି କାହା ପାଖରେ ଥାଏ ସେସବୁ ମଧ୍ୟ ରଖିବାକୁ ପଡ଼ିବ। ତା ପରେ ସମସ୍ତଙ୍କୁ ତଲାସ କରାଯିବ। ମାଧବ କହିଲା, ରିଭଲଭର ଟି ହାତଛଡ଼ା କରିବା ଅସମ୍ଭବ। ବିଚାରପତି ଗମ୍ଭୀର କଣ୍ଠରେ କହିଲେ, ତମେ ଯୁବକ, ତମର ଶକ୍ତି ଅଛି। ଫଟିକ୍ ଦେହରେ ମଧ୍ୟ ତମଠାରୁ ବେଶି ବଳ। ଫଟିକକୁ ଆମେ ସମସ୍ତେ ସାହାଯ୍ୟ କରିବା। ତେଣୁ ବୁଝିପାରୁଥିବ ବ୍ୟାପାରଟି। ମାଧବ କହିଲା, କ'ଣ କରିବାକୁ ଚାହୁଁ କହୁଛନ୍ତି? ରିଭଲଭର ଟା କେଉଁଠି? ମୋ ଖଟ ପାଖରେ ଟେବୁଲ ଡ୍ରୟାରରେ ଅଛି। ମୁଁ ଯାଇ ନେଇଆସୁଛି। ନା, ତମେ ଏକା ନୁହେଁ, ଆମେ ଯିବା ତମ ସାଙ୍ଗରେ। ସମସ୍ତେ ମିଳିମିଶି ମାଧବ ଘରକୁ ଗଲେ। ମାଧବ ଡ୍ରୟାର ଟି ଖୋଲିଦେଲା। ନା, ଡ୍ରୟାରରେ ରିଭଲଭର ଟି ନାହିଁ! ମାଧବ କହିଲା, ଏ ତ ଅସମ୍ଭବ ବ୍ୟାପାର! ବିଚାରପତି ଆଦେଶ କଲେ, ବର୍ଷା, ତମେ ଟିକିଏ ବାହାରେ ରୁହ ତ। ମାଧବର ଦେହଟି ତଲାସ କରି ଦେଖାଗଲା। ତା ପରେ ଜଣକ ପରେ ଜଣକୁ ତଲାସ କରାଗଲା, ବିଚାରପତି, ଡାକ୍ତର ଓ ଫଟିକ୍। ତଲାସ ପରେ ସମସ୍ତେ ପୋଷାକ ପିନ୍ଧି ପଳାଇଲେ। ତା ପରେ ଜଜ୍ ସାହେବ ବର୍ଷାକୁ ଡାକିଲେ, ବର୍ଷା, ଆଶା କରେ ତମେ କିଛି ମନେ କରିବ ନାହିଁ। ଅନ୍ୟ ସମୟ ହେଲେ ଏପରି କଥା କୌଣସି ମହିଳାକୁ କହି ନ ଥାନ୍ତି। ଆଜି ମୁଁ ନିରୁପାୟ।